ମହାରାଜାଙ୍କର ସାବିତ୍ରୀଙ୍କ ଧ୍ୟାନ ସହିତ ମନ୍ତ୍ରଜପ ଏବଂ ରାଣୀଙ୍କ କୋମଳ କଣ୍ଠରୁ ବିଛୁରିତ ସ୍ତବଗାନ ସାବିତ୍ରୀଙ୍କୁ ବ୍ରହ୍ମଲୋକରେ ସ୍ଥିର ଭାବେ ରଖିପାରିଲା ନାହିଁ। ସେ ଅସ୍ଥିରଚିତ୍ତ ହୋଇଉଠିଲେ। ତାଙ୍କର ଚିତ୍ତ ଚାଞ୍ଚଲ୍ୟ ଲକ୍ଷ୍ୟ କରି ପ୍ରଜାପତି ବ୍ରହ୍ମା ବିସ୍ମିତ ହେଲେ। ସେ। କର୍ଣ୍ଣପାତି ଶୁଣିଲେ ମର୍ତ୍ତ୍ୟ ଲୋକରୁ ଭାଷି ଆସୁଛି ତାଙ୍କର ରଚିତ ସାବିତ୍ରୀ ସ୍ତବ। ସେ ମନୋନିବେଶ କରି ଶୁଣିଲେ ନାରୀ କଣ୍ଠରୁ ନିସୃତ ହେଉଛି-ହେ ହରିଣ୍ୟ ଗର୍ଭ ସ୍ୱ-ରୂପା, ଆଦ୍ୟ ପ୍ରକୃତି ତୁମ୍ଭେ ସର୍ବଲୋକର ଧେୟା। ତୁମେ ପରମ ତେଜାନଳ ଜାତି ରୂପା। ତୁମେ ନିତ୍ୟା, ନିତ୍ୟ ପ୍ରିୟ। ନିତ୍ୟାନନ୍ଦ ରୂପା। ତୁମେ ମନ୍ତ୍ରର ପ୍ରଣବ ପ୍ରାଣୀମାନଙ୍କ ମଧ୍ୟରେ ପ୍ରାଣ। ହେ ସୁର-ସୁନ୍ଦରି ତୁମେ ମୋକ୍ଷାଦି ସମସ୍ତ ସମ୍ପଦ ଦାନ କରୁଛ, ମୋ ପ୍ରତି ତୁମ୍ଭେ ପ୍ରସନ୍ନ ହୁଅ। ଚମତ୍କୃତ ହେଲେ ବ୍ରହ୍ମା। ମନେପଡ଼ିଲା ତାଙ୍କର ସେ ଦିନର କଥା। ମହାମାୟା ସାବିତ୍ରୀଙ୍କ ସାନ୍ନିଧ୍ୟ ଯେଉଁ ଦିନ ବ୍ରହ୍ମା ଲାଭ କଲେ ସେ ଦିନ ତାଙ୍କର ଦେହ ମନ ଏକ ମହନୀୟ ଗୁଣରେ ଉଦ୍ଭାଷିତ ହେବାକୁ ଲାଗିଲା। ସେ ଅନୁଭବ କଲେ ସମସ୍ତର ସାରସତ୍ତାହିଁ 'ସାବିତ୍ରୀ'। ତାଙ୍କ ବିହୁନରେ ବ୍ରହ୍ମା ବ୍ରହ୍ମ ପଦବାଚ୍ୟ ନୁହନ୍ତି। ସେ ଇଚ୍ଛା କଲେ ତାଙ୍କୁ ସଙ୍ଗରେ ଘେନିଯିବା ପାଇଁ-। ମାତ୍ର ମହାମାୟାଙ୍କୁ ବଳପୂର୍ବକ ଗ୍ରହଣ କରିବା କଣ କେବେ ସମ୍ଭବ! ତେଣୁ ବାଧ୍ୟ ହେଲେ ତାଙ୍କର ସ୍ତବ ପାଠ କରିବାକୁ। ଅବଶେଷରେ ଦେବୀ ସ୍ତବରେ ସନ୍ତୁଷ୍ଟ ହୋଇ ତାଙ୍କ ସହିତ ବ୍ରହ୍ମଲୋକ ଯାତ୍ରା କଲେ। ସେହି ପୁରାତନ ଚିନ୍ତାରୁ ନିବୃତ ହୋଇ ବ୍ରହ୍ମା ଦୃଷ୍ଟ ହେଲେ ସାବିତ୍ରୀ ଆଉ ତାଙ୍କ ପାଖରେ ନାହାନ୍ତି। ତାଙ୍କ କୃତ ସେହି ମନୋରମ ସ୍ତବ ଧ୍ୱନୀକୁ ଅନୁସରଣ କରି ସେ ଛୁଟି ଗଲେଣି ସାଧୁସନ୍ଥ ଅଧ୍ୟୁସିତ ପୁଷ୍କର ତୀର୍ଥକୁ। ପବିତ୍ର ହେଲା ପୁଷ୍କର ତୀର୍ଥ ସାବିତ୍ରୀଙ୍କ ଆବିର୍ଭାବରେ। ରାଜା ରାଣୀଙ୍କ କଣ୍ଠ ନିସୃତ ସେହି ଧ୍ୱନୀରେ ସନ୍ତୁଷ୍ଟ। ଦେବୀ ଅଶ୍ୱପତିଙ୍କ ନିକଟରେ ଆବିର୍ଭୁତ ହୋଇ କହିଲେ-ମହାରାଜ! ମୁଁ ତୁମ ଦୁଇଜଣଙ୍କ ଜାଣେ। ରାଣୀଙ୍କର ଇଚ୍ଛା ଏକ କନ୍ୟା ଲାଭ କରିବାକୁ ଏବଂ ତୁମର ଇଚ୍ଛା ଏକ ପୁତ୍ର ସନ୍ତାନ। ପ୍ରଥମେ ରାଣୀଙ୍କ ଇଚ୍ଛା ପୂରଣ ପାଇଁ ଏକ କନ୍ୟାରତ୍ନ ଲାଭ ହେବ। ସେ ହେବ ମୋ ଭଳି ପତିଭକ୍ତା ସାଧ୍ୱୀ। ସେହି କନ୍ୟା ଯୁବାକାଳେ ରାଜ୍ୟଭ୍ରଷ୍ଟା ହେଲେ ମଧ୍ୟ ସତ୍ୟବାନଙ୍କୁ ସ୍ୱାମୀ ପଦେ ବରଣ କରିବ। କିନ୍ତୁ ସତ୍ୟବାନଙ୍କ ପରମାୟୁ ଅଳ୍ପ। ସେଥିପାଇଁ ସେ ସତ୍ୟବାନଙ୍କ ସଙ୍ଗରେ ରହି ଚରମ ଦିନକୁ ଅପେକ୍ଷା କରିବ। ନିଦାଘ ଗ୍ରୀଷ୍ମରେ ଠିକ୍ ମୋର ପୂଜା ଦିନ ଯେତେବେଳେ ସତ୍ୟବାନ ବୃକ୍ଷରେ ଚଢ଼ି କାଠ ସଂଗ୍ରହ କରୁଥିବ ସେତେବେଳେ ମୃତ୍ୟୁ ଦେବତାର ବିଜ୍ଞାପନ ସେ ପ୍ରାପ୍ତ ହେବ-। ବୃକ୍ଷରୁ ଓହ୍ଲାଇ ସେ ବିଶ୍ରାମ ନେବ ତୁମ କନ୍ୟା କୋଳରେ। ଅଳ୍ପ ସମୟ ମଧ୍ୟରେ ତା ଜୀବନସତ୍ତା ଗ୍ରହଣ କରିବାକୁ ଉପଗତ ହେବ ମୃତ୍ୟୁ ଦେବତା ଯମ। କିନ୍ତୁ ତାର ନିଷ୍ଠା ଜ୍ଞାନ ବଳରେ ଯମରାଜ ପରାଜୟ ସ୍ୱୀକାର କରି ସତ୍ୟବାନଙ୍କ ଆତ୍ମାକୁ ଫେରାଇଦେବ। ଯମରାଜ ସାବିତ୍ରୀଙ୍କୁ ଯେଉଁ ବର ପ୍ରଦାନ କରିବେ ସେହି ବରରେ ତୁମ୍ଭର ଶତପୁତ୍ର ହେବେ ଏବଂ ସତ୍ୟବାନ୍ ପୁନର୍ବାର ରାଜ୍ୟ ଫେରି ପାଇବେ। ଗୋଟିଏ କନ୍ୟା ଯୋଗୁ ଉଭୟ ବଂଶର ଶ୍ରୀବୁଦ୍ଧି ହେବ। ମୋ ନାମାନୁସାରେ ସେହି କନ୍ୟାର ନାମ ହେବ ସାବିତ୍ରୀ। ଯମରାଜଙ୍କ ଠାରୁ ସାବିତ୍ରୀଗ୍ରହଣ କରିବେ ଶକ୍ତିମନ୍ତ୍ର। ରାଜା ରାଣୀ ମହାଦେବୀ